ଭିତରେ ଥାଇ କାଳେ କିଏ ହିସାବ ମାଗିବ ବୋଲି ଭୟ କରି ସେମାନେ ବାହାରେ ନାନା କୋଳାହଳ ମେଲାଇ ରଖିଥାନ୍ତି। କୋଳାହଳକୁ ଭାଙ୍ଗ କରି ପିଅନ୍ତି। ଆମ ଧର୍ମାଚାରଗୁଡ଼ିକ ଅନେକ ସମୟରେ ଏହି ଭାଙ୍ଗ ପିଇ ଭୁଲି ରହିବାର ଚାତରଗୁଡ଼ାକୁ ହିଁ ଧରାପକାଇ ଦେଇଥାନ୍ତି। ମାତ୍ର, କଳିଯୁଗରେ ଅର୍ଥାତ୍ ଆମର ଏହି ସାଂପ୍ରତିକ ସମୟଟାରେ ନାମ ସଂକୀର୍ତ୍ତନକୁ କାହିଁକି ଏକମାତ୍ର ଉଦ୍ଧାରମାର୍ଗ ବୋଲି କୁହାଯାଇଛି, ଏବେ ମଧ୍ୟ ସେହି ପ୍ରଶ୍ନଟିର ଉତ୍ତର ଦେବା ବାକି ରହିଛି। ଏଇଟାକୁ ଆମେ ଆମ ଗୁରୁମାନଙ୍କର ଫିକର ବୋଲି କହିପାରିବା। କଳିଯୁଗ ଅନୁସାରେ ହିଁ କଳିଯୁଗର ଗୁରୁମାନେ। ଏହି ଗୁରୁମାନେ ହିଁ ଗୁରୁଙ୍କୁ ଈଶ୍ୱର ଜ୍ଞାନରେ ଦେଖିବ ବୋଲି କାଳେ କାଳେ ଗୋଟିଏ ଭାରି ମନ୍ଦ ପରାମର୍ଶ ଦେଇ ଆସିଛନ୍ତି। ସେଇମାନେ ହିଁ ବାହ୍ୟାଚାର ଉପରେ ବାହ୍ୟାଚାରକୁ ଲଦି ଦେଇ ଆମ ପୃଥିବୀରେ ତୁମକୁ ଓ ଆମକୁ ଅଳପ ଭିତରେ ବାନ୍ଧି ହୋଇ ରହିଯିବାର ବୋଲଣା ବତାଇଛନ୍ତି। ଅସଲ ଗୁରୁ ଆମକୁ ଆମ ନିଜ ଆଡ଼କୁ ବାଟ ବତାଇ ଦିଅନ୍ତା। ଆମର ଶୁଭ ମନାସି ଆମକୁ ଅଗ୍ରସର ହୋଇଯିବାକୁ କହନ୍ତା ଓ ଆପେ ପଛରେ ରହିଯାଆନ୍ତା। ନିଜର ସାରସତ୍ୟଟିକୁ ପ୍ରତ୍ୟେକେ ଆପଣା ଭିତରେ ଖୋଜନ୍ତେ, ସେଇ ଆପଣା ଭିତରେ ପାଆନ୍ତେ ଏବଂ ପୂର୍ଣ୍ଣ ବିଶ୍ୱାସରେ ବାଟଟିଏ ଚାଲନ୍ତେ। କିନ୍ତୁ, ଯଦି ଏହି ପୃଥିବୀରେ ପ୍ରକୃତରେ ସମସ୍ତେ ବାଟ ଚାଲିବେ, ନିଜ ଭିତରେ ଅସଲ ସତ୍ୟର ସଦନଟିକୁ ଠାବ କରିବେ, ତେବେ ଗୁରୁମାନେ ଭାରି ଅଲୋଡ଼ା ହୋଇ ରହିଯିବେ। ଏତେ ଏତେ ସମ୍ପ୍ରଦାୟର ମଧ୍ୟ କୌଣସି ପ୍ରୟୋଜନ ରହିବ ନାହିଁ। ସଂପ୍ରଦାୟ ନ ରହିଲେ ବାହ୍ୟାଚାର ଗୁଡ଼ାକର ଏ ମଗଜ ଆଉ ରହିବ ନାହିଁ ଏବଂ ବାହ୍ୟାଚାର ପାତଳା ହୋଇଆସିଲେ କୋଳାହଳ ମଧ୍ୟ କମି ଆସିବ। ସମାଜର ଅଧିକସଂଖ୍ୟକ ମଣିଷଙ୍କୁ ଏହି ଅସଲ ଅଧ୍ୟାତ୍ମ୍ୟରୁ ଅଜ୍ଞ କରି ରଖିବାକୁ ହିଁ ଏତେ ଏତେ କୋଳାହଳର କଳ୍ପନା କରାଯାଇଛି କି? ଭଗବାନ ମୋଟେ ଗୁରୁଙ୍କର ଆଙ୍ଗୁଠି ଅଗରେ ନାହାନ୍ତି। ସିଏ ମୋ' ଭିତରେ ମଧ୍ୟ ଅଛନ୍ତି। ଗୁରୁଙ୍କ ଭିତରେ ରହିଥିବା ଭଗବାନ ମୋ ଭିତରେ ରହିଥିବା ଭଗବାନଙ୍କର ଆଦୌ ଜଣେ ଗୁରୁଜନ ନୁହନ୍ତି ଯେ ସିଏ ବାଡ଼ିଟାଏ ଦେଖାଇ ମୋତେ କୋଳାହଳ ଭିତରେ ପଶିଯିବାକୁ କହିଲେ ମୁଁ ତାଙ୍କର ସେହି ଆଜ୍ଞାକୁ ପାଳନ କରିବି। ଆଗର ଅସମାନ ସମାଜଟାରେ ଗୁରୁ ମଧ୍ୟ ତୁମ ଆମ ସାଧାରଣମାନଙ୍କୁ ଅବର ବୋଲି ଦେଖୁଛନ୍ତି ବୋଲି ଆମକୁ କୋଳାହଳ ଭିତରକୁ ଭଣ୍ଡାଇ ଦେଉଛନ୍ତି। ଅସଲ ଗୁରୁ ଯାବତୀୟ ଅର୍ଥରେ ଜଣେ ଯଥାର୍ଥ ବନ୍ଧୁ, ଜଣେ ଶ୍ରଦ୍ଧାବାନ ଓ ଅଧିକ ଅନୁଭବ ରହିଥିବା ଜଣେ ସହଚାରୀ। ସିଏ ମୋତେ ନିଜର ଯାବତୀୟ ଉଦ୍ବୋଧନରେ ହିଁ ମୋ ନିଜ ଘରକୁ ବାଟ ବତାଇଦେବ। ସେହି ଘରକୁ ଫେରି ଆସିବା ଲାଗି ମୋତେ ସାହସ ଏବଂ ଭରସା ଦେବ। ମୋତେ ସକଳ କୋଳାହଳର ଅନ୍ୟମନସ୍କତା ମଧ୍ୟରୁ ଏକ ଗତିଶୀଳ ଓ ଅନେକ ପ୍ରତିଶ୍ରୁତିପୂର୍ଣ୍ଣ ସର୍ଜନାତ୍ମକ ନୀରବତା ମଧକୁ ବନ୍ଧୁ ପରି ବାଟ ଦେଖାଇଦେବ। କଦାପି ମୋତେ ଗିଳିପକାଇବାକୁ ବା କୌଣସି ଏକ ସଂପ୍ରଦାୟ ମଧ୍ୟରେ ମୋତେ ଛେଳିଟିଏ କରି ରଖିବାକୁ ଆଗ୍ରହ ବି ଦେଖାଇବ ନାହିଁ। ଆମ ଏ ଯୁଗରେ କୋଳାହଳ ବଢୁଛି, ସଂକୀର୍ତ୍ତନ ବଢୁଛି, କାରଣ ବଡ଼ ଶିଙ୍ଗ ଥିବା ଛେଳିମାନେ ଆମ ସମସ୍ତଙ୍କୁ ମଧ୍ୟ ଛେଳି ହୋଇ ରହିଯିବାକୁ ହିଁ ପରାମର୍ଶ ଦେବାରେ ଲାଗିଛନ୍ତି। ପୁରୁଣା ସମାଜଟାରେ ଏହି ରୀତିଟା ଭାରି